ପରେ ବାପା ପଇସା ଯାଚିଲେ। ସାର୍ କହିଲେ-ବାପ ଖର୍ଚ୍ଚ କରେ ଆଶାରେ, ମାତ୍ର ଗୁରୁ ଖର୍ଚ୍ଚ କରେ କର୍ତ୍ତବ୍ୟ ଅନୁରୋଧରେ। ନନା କ'ଣ ବୁଝିଲେ, ସୁନା ପିଲାଟି ପରି ଫେରିଯାଇଥିଲେ। ନିଜ ଜୀବନ-ପୁସ୍ତିକାର ଏ ମାତ୍ର ଗୋଟିଏ ଯୋଡ଼ିଏ ପୃଷ୍ଠା। ଅନ୍ୟ ବନ୍ଧୁମାନଙ୍କ ଜୀବନରେ ଅନୁରୂପ ଅନୁଭୂତି ଅନୁଭୂତ ହୋଇଥାଏ। ମିଶ୍ରେ ଯେତିକି ଯେତିକି ଅର୍ଜ୍ଜୁନ ମାଷ୍ଟ୍ରଙ୍କ କଥା ଶୁଣିଚନ୍ତି, ସେହି ପରିମାଣରେ ହେଇଚନ୍ତି ତାଙ୍କର ଅନୁରକ୍ତ ଓ ସ୍ତାବକ। ସେ ଧାଇଁଗଲେ ଗାଁ ମୁଣ୍ତକୁ। ଗାଁ ମୁଣ୍ତରେ ଅର୍ଜ୍ଜୁନ ମାଷ୍ଟ୍ରେ ରହୁଥିଲେ। ଘରଟି ପଡ଼ିଚି। ଶ୍ରୀହୀନ ବଗିଚାଟି ଅଛି। ଅଥଚ ଅର୍ଜ୍ଜୁନ ମାଷ୍ଟ୍ରେ ନାହାନ୍ତି। 'କୁଆଡ଼େ ଗଲେ'? -ଏ ପ୍ରଶ୍ନ ପଚାରିବାକୁ ଡର ମାଡୁ଼ଚି, କାଳେ କ'ଣ ଅପ୍ରତ୍ୟାଶିତ କଥା ଶୁଣିବାକୁ ପଡ଼ିବ! ଘରକୁ ଫେରି ଆସିବାବେଳେ ବନ୍ଧୁ ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କୁ ଭେଟିଲେ। ଅର୍ଜ୍ଜୁନ ମାଷ୍ଟ୍ରଙ୍କ ଖବର ପଚାରିଲେ। ଶୁଣିଲେ, ମାଷ୍ଟ୍ରେ କଟକ ବଡ଼ ଡାକ୍ତରଖାନାରେ। ଅଧ୍ୟାପକ ପ୍ରଫୁଲ୍ଲ ରଥେ ତାଙ୍କ ଚିକିତ୍ସା ହାତକୁ ନେଇଚନ୍ତି। ନିଜେ ଷଡ଼ଙ୍ଗୀଏ ତାଙ୍କୁ ଦେଖିବାକୁ ଯାଇଥିଲେ। ଜୀର୍ଣ୍ଣ ଶୀର୍ଣ୍ଣ ରୂପ। ଗୋଟିଏ ବଳିତା ପରି ଦେଖାଯାଉଚନ୍ତି। ଉଠି ବସି ପାରୁ ନାହାନ୍ତି। ମିଶ୍ରଙ୍କର ବିଲାତ ଫେରିବା ଖବର ଶୁଣି ସେ ହାତ ଦୁଇଟି ଟେକି ନେଇ ମୁଣ୍ତରେ ଲଗାଇଲେ, ଦୁଇ ଆଖିରୁ ତାଙ୍କର ଲୁହ ଗଡ଼ିଗଲା। ସେ ଖୁବ୍ କ୍ଷୀଣ ସ୍ୱରରରେ କହିଥିଲେ, ତାକୁ ମୁଁ ଟିକିଏ ଦେଖିବି ନି। ଷଡ଼ଙ୍ଗୀଙ୍କଠାରୁ ମିଶ୍ରେ ଶୁଣିଲେ। ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଲା। କେତେ ସ୍ନେହ, କେଡ଼େ ଦରଦ! ଥିଲେ ଥିବ ସିନା ସ୍ୱର୍ଗରେ; ଏ ଅକପଟ ସ୍ନେହ, ମର୍ତ୍ତ୍ୟରେ ସମ୍ଭବ ନୁହେଁ। ମିଶ୍ରଙ୍କର ମନେ ହେଲା ଦଉଡ଼ି ଯାଇ ମାଷ୍ଟ୍ରଙ୍କ ପାଦ ଦୁଇଟିରେ ମୁଣ୍ତ ଲଗାଇ କଇଁ କଇଁ ହୋଇ କାନ୍ଦିବାକୁ। ବିଳମ୍ବ ଅସହ୍ୟ ହେଲା। ସାଙ୍ଗେ ସାଙ୍ଗେ ଘରକୁ ଯାଇ ମଟର ଗାଡ଼ି ଛୁଟେଇଦେଲେ କଟକ ନଗର ଆଡ଼କୁ। ବାଟ ଗୋଟାକ ଅର୍ଜ୍ଜୁନ ମାଷ୍ଟ୍ରଙ୍କ ହସହସ ମୁହଁ, ଛୋଟ ଛୋଟ କର୍ମତତ୍ପର ଗୋଡ଼ହାତ ଚାରୋଟି, ଦେହର ନିର୍ମଳ ପରିଧାନ ନାଚି ଉଠୁଥାଏ। ପର ଦୁଃଖକାତର ଓ ଉପକାରୀ ଅର୍ଜ୍ଜୁନ ମାଷ୍ଟ୍ରଙ୍କ ପଟାନ୍ତର ନାହିଁ। ତାଙ୍କୁ। କରି ନେଇଗଲେ ମୋ ଶଶୁର। ଆମ ଦୁହିଁଙ୍କୁ ବଡ଼ ସ୍ନେହ କରୁଥିଲେ। ନିଜର ପୂର୍ବ ଇତିହାସ କହି ଲୁହ ନ କାନ୍ଦି ରକ୍ତ କାନ୍ଦୁଥିଲେ ସିଏ। ଆମର ଗୋଟି ଗୋଟି କରି ପିଲାଟିମାନେ ଜନ୍ମ ହୋଇ ନଷ୍ଟ ହବାର ଦେଖି ସେ ଘୋର ଦୁଃଖାତୁର ହୋଇ ସେ ଘର ଛାଡ଼ି ପଳାଇବାକୁ ଆହ୍ୱାନ ଦେଇଥିଲେ। ତାଙ୍କ ସହ ସମ୍ବନ୍ଧ ଛିନ୍ନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଆମେ ପାରିଲୁ ନାହିଁ। ଆମର ଆଉ ଗୋଟିଏ ପିଲା ହେଲା। ସେଇଟି କିଛି ଦିନ ବଂଚିଲା। ବୁଢ଼ାଙ୍କ ଆନନ୍ଦ କହିଲେ ନ ସରେ। ମାତ୍ର ତାଙ୍କ ଆନନ୍ଦ ବେଶୀଦିନ ରହିଲା ନାହିଁ। ପିଲାଟି ଦୁଧ ଟୋପାଏ ନ ପାଇ ଆଖି ବୁଜିଦେଲା। ବୁଢ଼ା ମୃତ ଶିଶୁଟିକୁ କୋଡ଼ରେ ଧରି ଟଳିପଡ଼ିଲେ। ଆଉ ଉଠିଲେ ନାହିଁ। ଜାତି ଭାଇ ଧରିବସିଲେ, ବୁଢ଼ାର ଶୁଦ୍ଧଘର ଜାକ ଜମକରେ ହେବ। ଆମର ଚାରା କଅଣ? ଆମେ ତ ପୋଷା ପୁଅ ଗୁଞ୍ଜା ରୁଅ। ଗାଁ ଲୋକଙ୍କୁ ଛାଡ଼ିଲେ, ନ ମାନିଲେ ରାହା ମିଳିବ ନାହିଁ। ଯେଉଁ ଜମି ପାଏ ଦୁଇ ପାଆ ଥିଲା ବିକିଲୁ। ଧୁମ୍ଧାମରେ ଶୁଦ୍ଧ ଘର କଲୁ। ତାପରେ ଆସିଲା ଆମର ଅତି ଦୁଃଖର ଦିନ। ସ୍ୱାମୀ ମୋର ନିତି ମୂଲ ଲାଗି ଯାଆନ୍ତି-। ମୁଁ ଗାଁ ଲୋକଙ୍କ ଘରେ କାମ ପାଇଟି କରିବାକୁ ଅଣ୍ଟା ଭିଡ଼ିଲେ ସେ ଚିଡ଼ି ଚିଡ଼ି ହୁଅନ୍ତି। କହନ୍ତି-ତୁ ଖଣ୍ତେଇତ ଘରର ଝିଅ, ବୋହୂ; ତୁ କୁଆଡ଼େ ଯିବୁ? ମୁଁ ତାଙ୍କ କଥା ମାନି ଘର ଭିତରେ ଥାଏ। ଦିନୁ ଦିନ ସେ କଳା ପଡ଼ିଗଲେ। ମୂଲ ମିଳିଲା ନାହିଁ। ପଇସା ଆଣନ୍ତି, ଅଥଚ କଣ୍ଟ୍ରୋଲ ଯୁଗ। ଚାଉଳ ମୁଠିଏ ପାଇଁକି ସାତ ନେହୁରା ହେଲେ ବି ମିଳେ ନାହିଁ। କଣ୍ଟ୍ରୋଲ ଦୋକାନରେ ଦିନଟିଏ ଛିଡ଼ା ହେଲେ ଚାଉଳ ପୁଞ୍ଜେ ମିଳେ। ତେଣୁ ଦିନଟିଏ ମୂଲ ଲାଗି ସ ପଇସା ଆଣନ୍ତି ଓ ଆରଦିନ କଣ୍ଟ୍ରୋଲ ଦୋକାନରେ ଧାଡ଼ି ବାନ୍ଧନ୍ତି। ଏପରି ଗୁଡ଼ିଏ ଦିନ କଟିଗଲା। ଦିନେ କୁଆଡ଼ୁ ଆସିଲା ଅଜଣା ଜ୍ୱର। ସେ ଶେଯରେ ଯେ ଶୋଇଲେ ଆଉ ଉଠିଲେ ନାହିଁ।